ଏ ଦୁନିଆରେ ଘରେ ବାହାରେ, ଖବରକାଗଜରେ କେତେକ କଥା ସବୁ ବାହାରୁଛି, ତମେ ଶୁଣୁଛ। ତମେ ଏ ସବୁକୁ ସ୍ଥିର ଚିତ୍ତରେ ବିଚାର କରିବା ଦରକାର। ସ୍ଥିର ହୋଇ ବିଚାର କଲେ ଅସଲ ଜିନିଷଟା ତମ ଆଗକୁ ଆସିଯିବ। ତମେ ବୁଝି ପାରିବ ବ୍ୟାପାରଟି କଣ? ତମର କର୍ତ୍ତବ୍ୟ ତମେ ବିଚାରକରି ଠିକ୍ କରିବ। ଅଜ୍ଞାନକୁ ନଷ୍ଟ ନ କଲେ ଜ୍ଞାନ ଆସି ପାରିବ ନାହିଁ। ଜ୍ଞାନୀର ସ୍ୱଭାବ ଗୋଟିଏ ଗାଁରେ ଜଣେ ଚାଷୀ ଥାଏ। ସେ ଜ୍ଞାନୀ। ତାର ଯାହା ଜମି ଜାଗା ଥିଲା, ସେଥିରେ ସେ ବେଶ୍ ଚଳି ଯାଉଥାଏ। ତା'ର ଗୋଟିଏ ବୋଲି ପୁଅ ଥାଏ। ତା' ନାଁ ଗୋପାଳ। ଥରେ କଲେରାରେ ତା'ର ଏକୋଇରବଳା ବିଶିକେଶନର ମୃତ୍ୟୁ ଘଟିଲା। ତା' ମା କାନ୍ଦିଲା, ପ୍ରତିବେଶୀ କାନ୍ଦିଲେ, ସମସ୍ତେ କାନ୍ଦିଲେ କିନ୍ତୁ କାନ୍ଦିଲା ନାହିଁ ଚାଷୀଟି। ସେ ଅନ୍ୟମାନଙ୍କୁ ସାନ୍ତ୍ୱନା ଦେଇ କହିଲା-'କାନ୍ଦି ଲାଭ କ'ଣ? ଆମର ଯେତିକି ଚେଷ୍ଟା, ସେତିକି କଲୁଁ। ' ଶେଷକୃତ୍ୟ କରି ସମସ୍ତଙ୍କୁ ବୁଝାଇ ସେ ପୁଣି ଚାଷ କାମ କରିବାକୁ ଗଲା। ପଡ଼ୋଶୀମାନେ ତାକୁ ଦେଖି ଅବାକ୍ ହେଲେ। ଗୋଟିଏ ବୋଲି ପୁଅ, ଅଥଚ ତା' ଆଖିରେ ଟୋପିଏ ବୋଲି ଲୁହ ନାହିଁ। ଧନ୍ୟ ସେ ବାପର ଛାତି! ନିତି ସଞ୍ଜବେଳକୁ ଚାଷୀ ଆସି ଦେଖେ ଯେ ତା' ସ୍ତ୍ରୀ କାନ୍ଦୁଛି। ଯେତେହେଲେ ମା'ତ। ସେ କାନ୍ଦି କାନ୍ଦି କହିଲା-''ତମେ ଏଡ଼େ ନିଷ୍ଠୁର। ପିଲାଟା ପାଇଁ ଥରେ ହେଲେ କାନ୍ଦିଲ ନାହିଁ? '' ଚାଷୀ କହିଲା, ''କାନ୍ଦୁନି କାହିଁକି ଜାଣିଛ? ମୁଁ କାଲି ସ୍ୱପ୍ନ ଦେଖିଲି ଯେ ମୁଁ ରାଜା ହୋଇଛି ଏବଂ ମୋର ଆଠ ପୁଅ। ଖୁବ୍ ସୁଖରେ ଅଛି। ତା'ପରେ ନିଦ ଭାଙ୍ଗିଗଲା। ଦେଖିଲି ସେ ଆଠଟି ପିଲା କେହି ହେଲେ ନାହାନ୍ତି। ଏବେ ଭାବନାରେ ପଡ଼ିଛି ଯେ ସେ ଆଠ ପିଲା ପାଇଁ ଦୁଃଖ କରିବି ନା ଗୋଟିଏ ପୁଅ ଗୋପାଳ ପାଇଁ ଦୁଃଖ କରିବି। '' ଚାଷୀ ଜ୍ଞାନୀ-ତା' ମତରେ ସ୍ୱପ୍ନ ଯେପରି ମିଥ୍ୟା, ଜାଗ୍ରତ ଅବସ୍ଥା ମଧ୍ୟ ସେହିଭଳି ମିଥ୍ୟା-। ଯେ ପ୍ରକୃତ ଜ୍ଞାନୀ, ସେ ସ୍ୱପ୍ନ, ଜାଗ୍ରତ ଓ ସୁଷୁପ୍ତି ଅବସ୍ଥାକୁ ଏକାଭଳି ଦେଖେ। ମଣିଷର ପ୍ରୟୋଜନ ତମେ ପିଲାଏ ପଚାରିବ, ମଣିଷର ପ୍ରୟୋଜନ କଣ? ଇମିତି ଜଣେ ପିଲା ପ୍ରଶ୍ନ ପଚାରିଥିଲା। ଗୁରୁ କ'ଣ କହିଥିଲେ ଜାଣ! ତୁମେ ହୁଏତ ଭାବୁଥିବ, ଯେ କୌଣସି ଉପାୟରେ ହେଉ, ମନଇଚ୍ଛା ଖାଇପିଇ, ଖେଳିକୁଦି, ମଉଜମଜଲିସ କଲେ କାମ ସରିଲା। କିନ୍ତୁ ଶିକ୍ଷକ କହିଥିଲେ-''ନାଇଁରେ ବାବୁ, ତାକୁ ମଣିଷପଣିଆ କୁହାଯାଏ ନାହିଁ। ତମେ ଯାହା କହିଲ ସେ ତ ଦେହର କଥା ଏବଂ ସାଧାରଣ କଥା; କିନ୍ତୁ ତମ ଭିତରେ ଆଉ ଏକ ମଣିଷ ରହିଛି; ସେଇଟି ଅସଲ ମଣିଷ। ସେଇ ଅସଲ ମଣିଷଟି ପାଉଁଶ ଭିତରେ ଢାଙ୍କି ହୋଇ ରହିଥିବାରୁ ମନଟା ଧାଉଁଛି ହିଂସା, ଦ୍ୱେଷ ରାଗ-କ୍ରୋଧରେ ସୁଖ ଆଡ଼କୁ। କିନ୍ତୁ ସେଠାରେ ସୁଖ ନାହିଁ। ସେ ସୁଖ କ୍ଷଣିକ। ରସଗୋଲାଟି ତଣ୍ଟିକୁ ଗଲେ ସିନା ମିଠା, ପିତା କି କଷା ଜଣାପଡ଼େ। ତମ ଭିତରେ ଅସଲ ମଣିଷ ଅଛି। ସେ ମଣିଷ ବାହାରିବ ସଦାଚାରରେ, ସଦ୍ବୁଦ୍ଧିର ବିକାଶରେ, ପରୋପକାରରେ। ଦେଶ ଚାହେଁ ସେଇଭଳି ମଣିଷ। ଏମିତି ମଣିଷ ହେଲେ ଦେଶ ସୁନା ପାଲଟିଯାଏ। ଏପରି ଗୋଟିଏ ମଣିଷ ଯଦି ତିଆରି ହୁଏ,। ତେବେ ଲକ୍ଷ ଲକ୍ଷ ବକ୍ତୃତାର